ସେମାନଙ୍କୁ ମଣିଷ ଏଇ ଛିଡ଼ା କରାଇବାର ମାନଦଣ୍ଡ ଅର୍ଥର ପ୍ରୟୋଜନ। ସେହି ଭାଇଙ୍କର ଭବିଷ୍ୟତକୁ ରାହୁର ଛାୟା ପରି ଘେରି ରହିଥିଲୁ ଆମେ ଚାରି ଭଉଣୀ। ବୋଝ ଉପରେ ନଳିତାବିଡ଼ା। ଚାରି ଭଉଣୀଙ୍କ ଭିତରୁ ଜଣକୁ ବାଦ୍ ଦେଲେ ଆମମାନଙ୍କର ବିବାହର ବୟସ ଆସିଯାଇଥିଲା। ଆଉ ସେହି କଥା ହିଁ ବାପାଙ୍କୁ ବିଶେଷ ପରିମାଣରେ ଚିନ୍ତାଗ୍ରସ୍ତ କରି ଦେଉଥିଲା। ତାଙ୍କ ମୁହଁରୁ କେବେ ନ ଶୁଣିଲେ ମଧ୍ୟ ଭିତରେ ଭିତରେ ତାଙ୍କର ପୂର୍ବ ପରିଚିତ ବନ୍ଧୁମାନଙ୍କ ନିକଟରେ ମୋର ବିବାହ ପାଇଁ ପାତ୍ରଟିଏ ଯୋଗାଡ କରିଦେବାକୁ ଅନୁରୋଧ କରୁଥିଲେ। ଶେଷରେ ସେମାନଙ୍କର ବ୍ୟଙ୍ଗାତ୍ମକ ଉତ୍ତରରେ କ୍ଷତି ବିକ୍ଷତ ହୋଇ ଅଦିନରେ ବି ବାପା ମୃତ୍ୟୁର ଦ୍ୱାରଦେଶକୁ ଅଗ୍ରସର ହୋଇ ଆସୁଥିଲେ। ସବୁ କଥା ମୁଁ ବୁଝୁଥିଲି। ଝିଅଟିକୁ ସତ୍ ପାତ୍ରରେ ଟେକି ଦେବା ପାଇଁ ଆଜିକାଲି ଯେ ଧନର ମାଧ୍ୟମ ଲୋଡା, ତାହା ମୋର ନିକଟରେ ଅବିଦିତ ନ ଥିଲା। ମୋ ଜୀବନର ଦୀର୍ଘ ହା-ହା-କାର ମରୁଭୂମିର ପ୍ରତିଫଳନ ମୁଁ ଅନ୍ୟ ଭଉଣୀମାନଙ୍କ ଭିତରେ ଦେଖୁଥିଲି। ତେ ପରେ ମୋର ଅତି ଆପଣାର ଛୋଟ ଛୋଟ ଭାଇ ସତରେ ତୁଷାର ବାବୁ, ମୁଁ ସେତେବେଳେ ଦିଗହରା ହୋଇ ପଡ଼ୁଥିଲି। ବାପାଙ୍କର କଥା ମନେପଡି ଯାଉଥିଲା। "ତୁ ଯଦି ମୋର ଝିଅଟିଏ ନ ହୋଇ ପୁଅଟିଏ ହୋଇ ଥାଆନ୍ତୁ " ମନେ ମନେ ମୁଁ ସାହସ ସଞ୍ଚୟ କରୁଥିଲି। ଝିଅଟିଏ ହୋଇବ ଯଦି ବାପାଙ୍କର ଅପୂର୍ଣ୍ଣ ଆଶା ମୁଁ ପୂର୍ଣ୍ଣ କରିପାରେ ସତରେ ଏହି ଚିନ୍ତାରେ ସେତେବେଳେ ମୁଁ କିପରି ଏକ ଆନନ୍ଦ ପାଉଥିଲି ଠିକ୍ ସେହି ବର୍ଷ ବି. ଏସ୍-ସି. ରେ ମୁଁ କୃତକାର୍ଯ୍ୟ ଲାଭ କଲି ତା ପରେ ମୁଁ ଚାକିରି କରି ଯେତେବେଳେ ମୋର ଛୋଟ ଭାଇ ଓ ଭଉଣୀମାନଙ୍କର କିଛି ଗୋଟାଏ ବ୍ୟବସ୍ଥା କରି ପାରିବି ବୋଲି ବାପାଙ୍କୁ କହିଲି, ସେତେବେଳେ ସେ ମୋତେ ଅନାଇ ରହିଲେ। ଓଃ, ତାଙ୍କର ସେ କି କାତର ଦୃଷ୍ଟି! ବୋଧହୁଏ ସେହି ସାତରେ ଦୃଷ୍ଟିରେ ସେ ମୋତେ ସୁଚାଇ ଦେଉଥିଲେ, ମୁଁ ଗୋଟାଏ ଝିଅ-ସେ ରାସ୍ତାରେ ଗତି କରି ଯେ ସଫଳତା ଲାଭ କରି ପାରିବି ସେଥିରେ ସେ ନିଶ୍ଚୟ ସନ୍ଦିହାନ ଥିଲେ। ମୁଁ କିନ୍ତୁ ତାଙ୍କର ଯୁକ୍ତି ତାଙ୍କରି ମୁହଁରେ ଦେଇ କହିଲି-ମୁଁ ପୁଅଟିଏ ହୋଇଥିଲେ ତୁମେ ଯେତିକି ସାହାଯ୍ୟ ପାଇଥାଆନ୍ତି, ଝିଅଟିଏ ବୋଲି କଣ ସେହି ସେବାରୁ ମୋତେ ତୁମେ ଦୂରେଇ ଦେବାକୁ ଚେଷ୍ଟା କରୁଛ, ବାବା! ତଥାପି ସେ ନିରୁତ୍ତର ଥିଲେ। ତାଙ୍କର ରୁଦ୍ଧ ଉଜ୍ଜ୍ୱାସ ଲୋତକ ପ୍ରବାହରେ ଉଦବେଳିତ ହୋଇ ଉଠୁଥିଲା। ମୋର ଛୋଟ ଭାଇମାନେ ଆସି ବାପାଙ୍କ ନିକଟରେ ଜାମା ପ୍ୟାଣ୍ଟ ପାଇଁ ଅତି କରିବାରେ ଲାଗିଥିଲେ। ପଡ଼ୋଶୀ ପିଲାମାନଙ୍କର ପୋଷାକ ପରିଚ୍ଛଦ ହିଁ ସେମାନଙ୍କ ମନରେ ଉତ୍ସାହ ଆଣି ଦେଇଥିଲା। ଏଇମାନଙ୍କୁ ମଣିଷ କରିବା ପାଇଁ ମୋତେ ଅନୁମତି ଦିଅ, ବାପା! ମୋର ଚକ୍ଷୁରେ ବି ସେତେବେଳେ ଅଜାଣତରେ ଲୋତକ ପୂରି ଉଠିଥିଲା। ବାପା ତାଙ୍କ ବସିବା ସ୍ଥାନରୁ ଟଳ ଟଳ ପଦକ୍ଷେପରେ ମୋ'ରି ନିକଟକୁ ଆସିଲେ। ମୋର ମସ୍ତିଷ୍କକୁ ତାଙ୍କର ବକ୍ଷରେ ଭିଡ଼ି ଧରି ତାଙ୍କର ଅନ୍ତରର ହା-ହା-କାର ସମାଧାନ ଖୋଜୁଥିଲେ। ଆଉ ଚକ୍ଷୁ ପ୍ରାନ୍ତରୁ ବିଗଳିତ ଲୋତକ ବିନ୍ଦୁ ମୋର କୃଷ୍ଣ କବରୀକୁ ଭିଜାଇବାରେ ଲାଗିଥିଲା। କେତେକ ମୁହୂର୍ତ୍ତ ପରେ ତାଙ୍କର ଅନ୍ତରର କୋହ ପ୍ରଶମିତ ହେବାର ମୁଁ ଲକ୍ଷ୍ୟ କଲି। ସେ ତାଙ୍କର ଓ୍ୱାକିଂ